ଏଇ ତ ଜାନୁଆରୀ ମାସ ହେଲା। ଆଉ ଚାରିମାସ ପରେ ସେ ଦୁହେଁ ଦୁଇମାସ ଲେଖାଏଁ ଛୁଟିନେଇ ପୃଥିବୀକୁ ଚାଲି ଆସିବେ। ଆମେ ସେ ଦୁହିଁଙ୍କର ବିଭାଘର କରିଦେଇ ପାରିଲେ ବେଶ୍ ନିଶ୍ଚିନ୍ତ। ଆଲେସ୍କିଙ୍କର ବାପା ମାଆ ମଧ୍ୟ ବୋହୂ ଦେଖିବାକୁ ଭାରି ବ୍ୟସ୍ତ। ତେଣୁ ଏପରି ଅବସ୍ଥାରେ ବିଭାଘର ନ କରି ଆଉ ଡେରି କରିବା କାହିଁକି? '' ମେରିନାର ମା, ଝିଅର ଭବିଷ୍ୟତ କଥା ଭାବି ଆନନ୍ଦିତ ହୋଇ କହିଲେ, ''ଦୁହେଁ ଦୁହିଁଙ୍କୁ ଯେପରି ଭାବରେ ଭଲପାଆନ୍ତି, ନ ଦେଖିଲେ କେହି ତାହା ବିଶ୍ୱାସ କରିପାରିବ ନାହିଁ। ଯେଉଁ କେତେଦିନ ଆଲେସ୍କି ଘରେ ଥିଲା, ମେରିନା ନିଜକୁ ଭୁଲିଯାଇ ଆଲେସ୍କି ସହିତ କେତେ ଆନନ୍ଦରେ ଯେ ଦିନ କଟାଇ ଦେଇଥିଲା ତାହା ମୁଁ ଭୁଲିପାରୁନାହିଁ। ସେ ଆଲେସ୍କି ସହିତ କୃତ୍ରିମ ଉପଗ୍ରହରେ ଯିବାପାଇଁ ମୋତେ ନ କହି କିଭଳି ଘରୁ ପଳାଇ ଆସିଲା, ଦେଖିଲନି। ଭଗବାନ୍ ଏ ଦୁଇଜଣଙ୍କୁ ସୁଖରେ ରଖନ୍ତୁ, ତାଙ୍କଠାରେ ମୋର ଏତିକି ମାତ୍ର ମାଗୁଣି। '' ମଟର କାଲାଇକୁମ୍ଭ ଟପି ଆଲେକଜାଣ୍ଡର ଶୃଙ୍ଗ ଅଭିମୁଖେ ମୁହାଁଇଛି। ହଠାତ୍ ଆକାଶରେ ଦେଖାଦେଲା, ଏକ ଉଜ୍ଜ୍ୱଳ ନୀଳବର୍ଣ୍ଣର ଆଲୋକ। କୃତ୍ରିମ ଉପଗ୍ରହରୁ କୌଣସି ରକେଟ୍ ମାନମନ୍ଦିର ଅଭିମୁଖେ ଆସୁଥିବ ଭାବି ବୃଦ୍ଧ ଆଉ ସେ ଆଡ଼କୁ ଦୃଷ୍ଟି ନ ଦେଇ ପଥ ଦୁଇ ପାର୍ଶ୍ୱର ବିରାଟ ପର୍ବତଶ୍ରେଣୀ ଆଡ଼କୁ ଦୃଷ୍ଟି ଫେରାଇଲେ। ରାସ୍ତାର ଦୁଇ ପାର୍ଶ୍ୱରେ ବିରାଟ ଆକାଶଚୁମ୍ବୀ ପର୍ବତମାଳା ମନ ଭିତରେ କିପରି ଏକ ଅଜଣା ଭୟ ସଞ୍ଚାର କରୁଥାଏ। ମାନମନ୍ଦିରରେ ପହଞ୍ଚି ମଟରରୁ ଖୁବ୍ଆନନ୍ଦରେ ଓହ୍ଲାଇପଡ଼ି ମେରିନାର ବାପା ଓ ମାଆ ମାନମନ୍ଦିର ଭିତରକୁ ପଶିଗଲେ। ପାଲାଭିନ୍ଙ୍କ ଅଫିସକୁ ଗଲେ ସେ ତାଙ୍କ ଝିଅ ଓ ଆଲେସ୍କିଙ୍କ ସହିତ ସାକ୍ଷାତ୍ କରାଇଦେବେ, ଏହା ଭାବି। ସେମାନେ ପାଲାଭିନ୍ଙ୍କ ଅଫିସ୍ଆଡ଼କୁ ସିଧା ସଳଖ ଚାଲିଲେ। ଅଫିସ ଭିତରକୁ ପଶିଗଲା ବେଳକୁ ପାଲାଭିନ୍ମ୍ଳାନ ମୁଖରେ ଅଫିସ ଭିତରୁ ବାହାରି ଆସି ବୃଦ୍ଧଙ୍କୁ କୁଣ୍ଡାଇ ପକାଇ କହିବାକୁ ଲାଗିଲେ–''ସବୁ ଶେଷ ହୋଇଯାଇଛି ଆପଣମାନଙ୍କୁ ମୁଁ ଆଉ କ'ଣ ଦେଖାଇବି? '' ବୃଦ୍ଧ ବଡ଼ ବିସ୍ମିତ ହୋଇ ପାଲାଭିନ୍ଙ୍କୁ କହିଲେ, ''ଆପଣ କ'ଣ କହୁଛନ୍ତି, ମୁଁ ତ ବୁଝିପାରୁନାହିଁ? '' ''ବୁଝିବେ କଅଣ? ଆମର ସବୁ ଆଶା ଭରସା ସରିଯାଇଛି। ଦେଶ ସେମାନଙ୍କୁ ଚିରଦିନ ପାଇଁ ହରାଇଛି। ସେମାନଙ୍କ ମୃତ ଦେହକୁ ଘେନି କୃତ୍ରିମ ଉପଗ୍ରହ ଫେରିଆସିଛି ମହାଶୂନ୍ୟରୁ। '' ''ଆପଣ କାହା କଥା କହୁଛନ୍ତି ମୁଁ ବୁଝିପାରୁନାହିଁ ଡକ୍ଟର ପାଲାଭିନ୍? ମୋ ଝିଅ ମେରିନା? '' ବୃଦ୍ଧ ଅଧୈର୍ଯ୍ୟ ହୋଇ ଆଉ କିଛି ପଚାରି ପାରିଲେ ନାହିଁ। ''ମେରିନା ଏ ଇହସଂସାରରେ ଆଉ ନାହିଁ ଆଜ୍ଞା! ସେ ଆମ୍ଭମାନଙ୍କୁ ଛାଡ଼ି ଚିରଦିନ ପାଇଁ ଚାଲିଯାଇଛି ଆରପାରିକୁ। ତା' ସଙ୍ଗେ ସଙ୍ଗେ ଆଲେସ୍କି ବି। '' ଏହା କହୁଁ କହୁଁ ଡିରେକ୍ଟରଙ୍କ କଣ୍ଠରୋଧ ହୋଇ ଆସିଲା। ସେ ଆଉ କିଛି କହିପାରିଲେ ନାହିଁ। ଝିଅର ମୃତ୍ୟୁ ଖବର ଶୁଣି ମେରିନାର ମା 'ଭୋ' 'ଭୋ' ହୋଇ କାନ୍ଦି ଉଠିଲେ। ''ମୋ ଝିଅ କାହିଁ, ମୋ ଝିଅ କୁଆଡ଼େ ଗଲା'' କହି ସେ ଲୋଟି ପଡ଼ିଲେ ସେହି ଚଟାଣ ଉପରେ। ଶେଷ ଆଲେକ୍ଜାଣ୍ଡର ଶୃଙ୍ଗ ଉପରେ ନବନିର୍ମିତ ଆଲେସ୍କି ସ୍କୋୟାର୍। ଦେଶର ଚାରିଆଡ଼ୁ ଅସଂଖ୍ୟ ବୈଜ୍ଞାନିକ ଓ ଦର୍ଶକ ଧାଡ଼ି ଲାଗିଥାନ୍ତି ଏହି ସ୍କୋୟାର୍କୁ, ବିଜ୍ଞାନ ତଥା ଜାତିର ଦୁଇଟି ଶ୍ରେଷ୍ଠ ସହୀଦ୍ଙ୍କ ଉଦ୍ଦେଶ୍ୟରେ ସମ୍ମାନର ଶେଷ ଅର୍ଘ୍ୟ